ଆଲଜାଇମର ରୋଗ, ଡିମେନ୍ସିଆର ଷାଠିଏ ରୁ ସପ୍ତରୀ ପ୍ରତିଶତ ଭାଗ ଅଧିକାର କରିଥାଏ। ଏହା ଏକ ସ୍ନାୟୁ ଅପଜନନକାରୀ ରୋଗ, ଯାହା ଧୀରେ ଆରମ୍ଭ ହୁଏ ଓ ସମୟକ୍ରମେ ଖରାପ ଦିଗକୁ ଗତି କରେ। ଏହାର ପ୍ରାଥମିକ ଲକ୍ଷଣ ମଧ୍ୟରେ ସଦ୍ୟ ଘଟଣାବଳୀ ମନେରଖିବା ହ୍ରାସ ହେବା ଲକ୍ଷ୍ୟ କରାଯାଏ।ରୋଗ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ଅନ୍ୟ ଲକ୍ଷଣ ଯେପରିକି କଥାବାର୍ତ୍ତା ବା ଲିଖନ ଭିତ୍ତିକ ସମ୍ପର୍କରେ ଅବନତି, ସ୍ଥାନ କାଳ ପାତ୍ର ଅବସ୍ଥିତି ସମ୍ପର୍କରେ ଅବନତି, ସହଜରେ ହଜିଯିବା, ଅସ୍ଥିର ମାନସ, ପ୍ରେରଣାଶକ୍ତି ହାନି, ନିଜ ଯତ୍ନ ନେବାରେ ଅକ୍ଷମତା ଓ ଦୁର୍ବ୍ୟବହାର କରିବା ଦେଖାଯାଏ। ରୋଗ ଆହୁରି ଆଗେଇଲେ ପରିବାର ଓ ସମାଜରୁ ରୋଗୀ ଦୂରେଇଯାଏ। ଶାରୀରିକ କ୍ରିୟାହାନି ହୋଇ ଧୀରେ ଧୀରେ ମୃତ୍ୟୁ ହୁଏ। ରୋଗର ଅଗ୍ରଗତି ସର୍ବଦା ସମାନ ନ ହେଲେ ମଧ୍ୟ ଆୟୁଷ ତିନି ରୁ ନଅ ବର୍ଷ ରହେ।ଆଲଜାଇମର ରୋଗ କେଉଁ କାରଣରୁ ହୁଏ, ତାହା ବୋଧଗମ୍ୟ ହୋଇନାହିଁ। ଏହି ରୋଗ ସଙ୍କଟ ସପ୍ତରୀ ପ୍ରତିଶତ କ୍ଷେତ୍ରରେ ଅନେକ ଜିନ୍‌ ଦ୍ୱାରା ହେଉଥିବା ବିଶ୍ୱାସ କରାଯାଏ। ଅନ୍ୟ ସଙ୍କଟଜନକ ଅବସ୍ଥା ମଧ୍ୟରେ ମୁଣ୍ଡ ଆଘାତ, ଅବସାଦ ଓ ଉଚ୍ଛ ରକ୍ତଚାପ ଉଲ୍ଲେଖନୀୟ। ଏହି ରୋଗ ସହିତ ମସ୍ତିଷ୍କରେ କେତେକ ପ୍ଲେକ୍ ଓ ମୋଡ଼ିମାଡ଼ି ହୋଇ ରହିଥିବା ସ୍ନାୟୁ ତନ୍ତୁ ଦେଖାଯାଏ।ରୋଗୀର ଇତିହାସରୁ ସମ୍ଭାବ୍ୟ ରୋଗ ନିର୍ଣ୍ଣୟ କରାଯାଏ ଓ କଗ୍ନିଟିଭ୍ ଟେଷ୍ଟ, ମେଡିକାଲ ଇମେଜିଙ୍ଗ୍ ଓ ରକ୍ତ ପରୀକ୍ଷା କରି ଅନ୍ୟ ରୋଗ ନ ଥିବା ସ୍ପଷ୍ଟ କରାଯାଏ। ପ୍ରାରମ୍ଭରୁ ଏହାର ଲକ୍ଷଣମାନଙ୍କୁ ସ୍ୱାଭାବିକ ବୃଦ୍ଧାବସ୍ଥାର ଲକ୍ଷଣ ବୋଲି ଧରାଯାଏ। ନିଶ୍ଚିତ ନିର୍ଣ୍ଣୟ ନିମନ୍ତେ ମସ୍ତିଷ୍କ ତନ୍ତୁ ପରୀକ୍ଷା ଆବଶ୍ୟକ।ଶାରୀରିକ ଓ ମାନସିକ ବ୍ୟାୟାମ କରିବା ଦ୍ୱାରା ଓ ମୋଟା ନ ହେବା ପାଇଁ ବ୍ୟବସ୍ଥା କଲେ ଏହି ରୋଗ ସଙ୍କଟ କମିଯାଏ। ଏହି ରୋଗ ନିବାରଣ ବା ଉପଶମ ନିମନ୍ତେ କୌଣସି ଔଷଧ ବାହାରି ନାହିଁ। ଏହି ରୋଗର ପ୍ରଗତିକୁ ବନ୍ଦ କରିହୁଏନି ବା ପଛକୁ ଫେରାଇ ହୁଏନି, ଯଦିଓ କିଛି ଲକ୍ଷଣର ସାମୟିକ ଉନ୍ନତି ହୋଇପାରେ।ରୋଗୀ ତାଙ୍କର ଯତ୍ନ ନେଉଥିବା ଲୋକଙ୍କ ସାହାଯ୍ୟ ଉପରେ ଅଧିକ ନିର୍ଭର କରନ୍ତି ଓ ତାଙ୍କ ଉପରେ ବୋଝ ହୋଇ ସାମାଜିକ, ମାନସିକ ଓ ଅର୍ଥନୈତିକ ଚାପ ସୃଷ୍ଟି କରନ୍ତି। ବ୍ୟାୟାମ କାର୍ଯ୍ୟକ୍ରମ ଦ୍ୱାରା ଦୈନନ୍ଦିନ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୁଏ। ବ୍ୟବହାରିକ ସମସ୍ୟା ଓ ସାଇକୋସିସ୍ ରୋଗର ଚିକିତ୍ସା କରାଯାଉଥିଲେ ମଧ୍ୟ କୌଣସି ଉପକାର ମିଳେନି, ଅଧିକନ୍ତୁ ମୃତ୍ୟୁ ନିକଟତର ହୁଏ।ଷଷ୍ଠୀପଞ୍ଚ (ଛଷଠି) ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ, ଯଦିଓ ଚାରି ରୁ ପାଞ୍ଚ ପ୍ରତିଶତ କ୍ଷେତ୍ରରେ ଏହି ବୟସ ପୂର୍ବରୁ ହୁଏ। ଷଷ୍ଠୀପଞ୍ଚ (ଛଷଠି) ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଛଅ ପ୍ରତିଶତ ଲୋକଙ୍କୁ ଏହି ରୋଗ ହୁଏ।ଅନେଶ ଶହ ଛଅ ମସିହା ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଓ ପାଥୋଲୋଜିଷ୍ଟ ଆଲୋଇସ୍ ଆଲଜାଇମର ଏହି ରୋଗ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା। ବିକଶିତ ଦେଶମାନଙ୍କରେ ଆର୍ଥିକ ଦୃଷ୍ଟିରୁ ଏହା ଅତି ଖର୍ଚ୍ଚାନ୍ତ ରୋଗ।